ନ କରିବେ କେମିତି। କେତେବେଳେ କେଉଁ କଥା। ନାରୀର ସର୍ବସ୍ୱ ସ୍ୱାମୀ, ଧନ, ଯୌବନ, ମାନ, ଅଭିମାନ, ଦିଅଁ, ଦେବତା ସବୁ ତ ସ୍ୱାମୀଙ୍କ ଲାଗି। ସାପ ଜାତିରେ ନୃଶଂସ, ବିଶ୍ୱାସ କରିବ କିଏ? ରାମାନନ୍ଦେ ବି ସୁମି-ମାଙ୍କୁ ଉଚ୍ଚସ୍ୱରରେ କଥା କହିବା ଏଇ ପ୍ରଥମ କରି ଶୁଣିଲେ। ନଇଲେ ସଦାବେଳେ ଧୀର, ଠିକ୍ ଚାଲିପରି ଭଙ୍ଗିଳ ଓ ଅଧର ପରି ନରମ, ଚିତ୍ତ ଉଲ୍ଲାସକାରୀ। ଫଁ ଫଁ କରି କଥା କହିବା କହୁଁ କହୁଁ କା'ଘର ଝିଅ ଭଳି 'ଖଡ଼ୁ ଉଞ୍ଚେଇ ହୁମୁ ହୁମୁ ହୋଇ ପେଲି ଆସିବା ପରି ବ୍ୟବହାର ନନ୍ଦେ କେବେହେଲେ ସୁମି-ମାଙ୍କଠାରୁ ପାଇ ନାହାନ୍ତି, ପାଇବେ ନାହିଁ ବୋଲି ବିଶ୍ୱାସ। ନନ୍ଦେ ସୁମି ମା କଥାରେ ଅଟକି ଗଲେ। ଠେଙ୍ଗା କାନ୍ଧରେ ଥାଏ। ଦେହରୁ ନିଗିଡ଼ି ପଡ଼ୁଥାଏ ପାଣି। ପିନ୍ଧିଲା ଲୁଗା ଓଦା, ଜୁଡ଼ୁବୁଡ଼ୁ। ପ୍ରଥମେ ସାପକୁ ବାହାର କରବା ଦର୍କାର। ନଇଲେ, ଛୁଆପିଲାଙ୍କୁ ନେଇ ଚଳି ହେବ ନାଇଁ। ବନ୍ୟାରେ କାହୁଁ କାହୁଁ ବାଇଜା ଅଜାତିଆ ସାପ ଭାସି ଆସନ୍ତି, ତାର ସୀମା ରହେନାଇଁ। ଏ ବନ୍ୟା ପ୍ରକୃତିର ପ୍ରଳୟଙ୍କରୀ ଭୈରବୀ ମୂର୍ତ୍ତି। ସମସ୍ତ ଜୀବାତ୍ମାର ବିନାଶ ତାହାର ଲକ୍ଷ୍ୟ। ସମସ୍ତଙ୍କ ଘର ଭାଙ୍ଗିଚି, ଭାଙ୍ଗିବ, ଭାଙ୍ଗୁଥିବ। 'ସାପ'ଟା ନିହାତି ନଗଣ୍ୟ। ମନୁଷ୍ୟ ଜାତିଠାରୁ ବୁଦ୍ଧିରେ ବଳରେ ଅସ୍ତ୍ର ପ୍ରୟୋଗ କୌଶଳରେ କେତେ କମ୍। ମନୁଷ୍ୟର ଆସନ ଯେତେବେଳେ ବିଚଳିତ, ସାପ କଥା ପଚାରେ କିଏ? ସଭିଏଁ ହୁଅନ୍ତି ଗୃହହୀନ, ଠିକ୍ ଏ ସାପଟି ଭଳି। ଦେଶେ ଦେଶେ କୋଣେ କୋଣେ ମାଟିର ସନ୍ଧାନରେ ବୁଲନ୍ତି, ଆଶ୍ରା ଲୋଡ଼ନ୍ତି। ଆଶ୍ରା ପାଇଲେ ଆଦରି ରହିଯାନ୍ତି। ଏ ସାପ କେଉଁ ବଣର, କେଉଁ ଗାଁର ନଈ ସୁଅ ତାକୁ କେଉଁଠୁ ଭସେଇ ଆଣିଚି କିଏ ଜାଣେ? ତଥାପି ଏଇଟି ଶେଷ ଆଶ୍ରା ନେଇଚି ଏମାନଙ୍କ ଘରେ, ତାଙ୍କରି ଦାଣ୍ଡଘରେ ଯେଉଁ ଘରଟା କି ତାଙ୍କର କ୍ୱଚିତ୍ କାର୍ଯ୍ୟରେ ଲାଗେ। ତାକୁ କଣ ଘଉଡ଼େଇ ଦେବା ଉଚିତ୍? ଉପାୟ ନାଇଁ। ସେ ଯେ ବିଷଧର। ବିଷଧର ସହିତ ବନ୍ଧୁତା କେବଳ ଶିବ କରିପାରନ୍ତି, ରାମାନନ୍ଦେ ପାରିବେ ନାଇଁ। ସାପଟି ତିନିହାତ ଲମ୍ବ। ଚେକାମାଡ଼ି ଆଲମାରୀ କଡ଼କୁ ପଶିଚି। ନିଜକୁ ଲୁଚେଇବାକୁ ସେ ଯଥାସାଧ୍ୟ ଚେଷ୍ଟା କରିଚି। ରାମବାବୁଙ୍କ ମନେହେଲା ସାପ ଯେମିତି ବିନୟ ହୋଇ କହୁଚି–ମୋତେ ମାର ନାଇଁ, ମାର ନାଇଁ; ମୁଁ କ୍ଷତି କରିବି ନାହିଁ। ମୋର ଘର ଭାସି ଯାଇଚି, ପୁଅ ସ୍ତ୍ରୀଙ୍କଠୁଁ ମୁଁ ବିଚ୍ଛିନ୍ନ। ସାଥିହରା ଆଶ୍ରୟ ଭିକ୍ଷା କରୁଚି। ବଢ଼ି ଚାଡ଼ିଲେ ମୁଁ ଆପେ ଆପେ ଚାଲିଯିବି ଯେ। ମଣିଷଜାତି ଉନ୍ନତ, ପ୍ରକୃତିକି ଜୟ କଲାଣି। ସୃଷ୍ଟିର ଅନ୍ୟ ଜୀବଗୁଡ଼ିକୁ ସ୍ନେହ ଦେଖାଇବା ତାର କର୍ତ୍ତବ୍ୟ ନୁହେଁ କି? ରାମବାବୁ ଅଟକି ଗଲେ। ସୁମି-ମା ଘର ଭିତର ଦରଜା ଅଧାମେଲା କରି କହିଲେ–କିହୋ, ଦେଖୁଚ କଣ? କଣ ମାରିବାକୁ ଦୟା ଲାଗୁଚି କି? ଶୀଘ୍ର ତାକୁ ବାହାର କରିଦେଇ ଆସ, ଭାତ ବହୁତ ବେଳୁ ହେଲାଣି-। କିନ୍ତୁ, ଭାରି ସାବଧାନ, ମୂଲିଆଟା ଆସିଥାନ୍ତା ହେଲେ। ରାମାନନ୍ଦେ ସ୍ତ୍ରୀଙ୍କ ଆଶଙ୍କାପୂର୍ଣ୍ଣ ଆଖିକୁ ଚାହିଁଲେ। ବିପଦର ଆଶଙ୍କା କରିବା ସ୍ୱାଭାବିକ। ମଣିଷ ଯେ ସବୁବେଳେ ଜୟ କରିବ ଏହାର କିଛି ଅର୍ଥ ନାହିଁ। ଅନେକ ସମୟରେ ସାମାନ୍ୟ ଏକ ବଲୁରୀ କି ମହୁମାଛି ଆଘାତରେ ମଣିଷ ମରିଯାଉଚି। ତା'ଛଡ଼ା ଅବଳା ସବୁବେଳେ ଦୁର୍ବଳା। ତାଠେଇଁ ପୁରୁଷର ସାହସ ନଥାଏ; ଯଦିଓ, ପୁରୁଷକୁ ପ୍ରେରଣା ଦେବାର ଶକ୍ତି ବହୁ ପରିମାଣରେ ଜମାଟ ବାନ୍ଧିଥାଏ ସେମାନଙ୍କର ଅନ୍ତରରେ। ନାରୀ ପ୍ରରୋଚନାରେ ଜଗନ୍ନାଥ ଖଣ୍ଡିଆ ଯେମିତି, ତାଜମହଲର ନିର୍ମିତ ସେମିତି। କାହାକୁ ଅସ୍ୱୀକାର କରିବ ପୁରୁଷ? ରାମାନନ୍ଦେ ଠେଙ୍ଗା ଅଗରେ ସାପ ଦେହକୁ ଖେଞ୍ଚି ଦେଲେ। ସାପ ଏଥର ସ-ସ-ସ ହେଲା, କିନ୍ତୁ ପଦାକୁ ବାହାରିଲା ନାଇଁ। ସାପ ଯେମିତି ସତର୍କ କରିଦେଲା–ଦେଖ ମୁଁ ଭୋକିଲା। ଅନେକ ଦିନ ହେଲା ଖାଇ ନାଇଁ। ପେଟ ଯାଇଁ ପିଠିରେ ଲାଗିଲାଣି। ରାମ ବାବୁ ଏଥର ଭୟ ପାଇଲେ। କ୍ଷୁଧା ନୈତିକ ବିବେକକୁ ଅସ୍ୱୀକାର କରେ; ବିଶ୍ୱାସରେ ବିଷ ଭରେ। କ୍ଷୁଧିତ ସହିତ ବନ୍ଧୁତା ସବୁକ୍ଷେତ୍ରରେ ପରିହର୍ତ୍ତବ୍ୟ। ସାପ ଯେ କ୍ଷୁଧିତ। ସେ ସାପର ଆଖିକୁ ଚାହିଁଲେ–ଲେଲିହାନି ଶିଖାରେ ଅଗ୍ନି ସେଇଠି ଜଳୁଚି। ନା–ସେ ଅଗ୍ନିର ନିର୍ବାପନ ପ୍ରୟୋଜନ। ନଇଲେ ନନ୍ଦଙ୍କର ଘର ଗୋଟାକ ସେଇ ବୁଭୁକ୍ଷାର ଅଗ୍ନିଶିଖାରେ ଜଳିଯିବା ବିଚିତ୍ର ନୁହେଁ।